ଅବା ଲେଖାଟି ସୁନ୍ଦର ନ ହେଲେ ସଂସାର ଅଚଳ ହୋଇଯିବ ନାହିଁ। ଗଳନ୍ଦଗମ ଗଳଦ୍ଘର୍ମ ସାହିତ୍ୟକୁ ସାହିତ୍ୟିକ ସାଧନା କହିବା ଯାହା, ଭାଗମାପ ନ ଥିବା ବା ମାତ୍ରାଜ୍ଞାନ ନ ଥିବା ଉଚ୍ଚାଙ୍ଗ ସାହିତ୍ୟ କହିବା ମଧ୍ୟ ସେଇଆ। ଠକେଇ ବା ଧରାଧରିରେ କୋଠାବାଡ଼ି ଓ ପଦପଦବୀ ମିଳି ଯାଉଛି ବୋଲି ଆମେ ମାନେ ଆମେ ମନେ କରି ନେଉଛୁ ଯେ ଭଲ ସାହିତ୍ୟ ମଧ୍ୟ ସେମିତି ଆସିଯିବ। ଏହି ପଦ୍ଧତିରେ ଅନେକ ଲୋକଙ୍କର ଭାରି ଆସ୍ଥା। ସେମାନେ ଯଶସ୍ୱୀ ନ ହେଲେ ବି ସାମୟିକ ଯଶ ପାଇ ଯାଉଛନ୍ତି। ଆଉ ଜୀବନ କ୍ଷଣସ୍ଥାୟୀ। ତେଣୁ ଯଶ ମଧ୍ୟ ଆହୁରି କ୍ଷଣସ୍ଥାୟୀ। ଲେଖକର ଜୀବନକାଳ ଆଉରି ଅଳ୍ପାୟୁ। ତାହାହେଲେ ସବୁ ମିଶାଇ ଗୋଟାଏ ଲାଭଜନକ ବ୍ୟବସାୟ ହୋଇଗଲା। କ୍ଷତି କ’ଣ? ମନ୍ଦ କ’ଣ? ଚିରସ୍ଥାୟୀ ସାହିତ୍ୟ ବା ଅମର ସାହିତ୍ୟ ଲେଖିବା ପାଇଁ ଚେଷ୍ଟା ନ କରିବା ଭଲ। ନିଜେ ଯାହା ସେତିକିରେ ଲାଗିବା ଭଲ। ବାହାରୁ ଆଣ ବା ଘରୁ ନିଅ, ମାଲମସଲାରେ ଏଣୁତେଣୁ ଜିନିସ ଲଦି ଦେଇ ତାକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କଲେ ତାହା ଏଡ଼େ ବିକୃତ ହେଇଯାଉଛି ଯେ ସମସ୍ତେ ମୁହଁମୋଡ଼ି ଦେଇ ବାଟ ଭାଙ୍ଗୁଛନ୍ତି। ଏଣେ ଲେଖକଟି ଦୁନିଆଯାକ ଲୋକଙ୍କୁ ଗାଳି ଦେଉଛି। ଏମିତି ଗାଳି ଦିଆଦିଇ ଚାଲିବା ହେଉଛି ସାହିତ୍ୟ। ସମାଲୋଚନାର ଅର୍ଥ ହେଉଛି ଏମିତି ଗାଳିଗୁଲଜ। ସାହିତ୍ୟର ଅର୍ଥ ହେଉଛି ସଂସ୍କାର କରିବା ନାଁରେ ଗାଳିଦେବା। ତେଣୁ ସାହିତ୍ୟିକ କହିଲେ ଗୋଟାଏ ରକମର ଅହଂ ଅସହିଷ୍ଣୁ କଳିହା ଲୋକକୁ ବୁଝାଏ। ସେ ସବୁ କଥାକୁ ନାକ ଟେକିବ। ନୂଆ କିଛି କରିବାର ଶକ୍ତି ତାହାର ନ ଥିବ। ତେଣୁ ପୁରୁଣା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ, ଅର୍ଥାତ୍ ପୁରୁଣାକୁ ଗାଳିଦେବ। ଏହି ପ୍ରକାରର ଗାଳିମନ୍ଦ କରିବା ଗୋଟାଏ ପ୍ରକାରର ଜନ୍ମଗତ ପ୍ରବୃତ୍ତି। ଏତକ ନ ଥିଲେ ସାହିତ୍ୟିକ ହେବା ବୋଧହୁଏ କଷ୍ଟକର। ଯିଏ ଯେତେ ସଫଳ ଭାବରେ ଏହି କାମଟିକୁ କରିପାରେ ଆମେ ତାକୁ ସେତେ ସାବାସ କହିଥାଉ କରିଥାଉ। କିନ୍ତୁ ଏହି ଗାଳି ଭର୍ତ୍ସନାରେ କ’ଣ ସଂସ୍କାର ହୁଏ ନା ପୁରୁଣା ଅନୁଷ୍ଠାନ ଓ ଅନୁଶାସନ ଭୁଷୁଡ଼ି ପଡ଼େ? କିଛି ହୁଏ ନାହିଁ। ଯେତେବେଳେ ଯାହାକୁ ଯାହା ଭଲ ଲାଗିଲା ସେ ସେତକ କରେ। ସାହିତ୍ୟରୁ ଜୀବନର ମହୁ ଖୋଜିବା ବିଡ଼ମ୍ବନା। ତଥାପି ଆମେ ସମସ୍ତେ ନିଜର ଜୀବନର ସମୀକ୍ଷା କରିବାକୁ ଅଳସୁଆ ଲାଗିବାରୁ ଖଣ୍ଡେ କିତାପ ଉଠାଇ ନେଇ ସେଥିରୁ ଜୀବନର ତତ୍ତ୍ୱକୁ ଖୋଜିବାକୁ ଚେଷ୍ଟା କରୁ। ଦୁଇ ଚାରି ଟଙ୍କା ଫୋପାଡ଼ି ଦେଇ ଖଣ୍ଡେ ବହି କିଣି ଓଳିକ ଭିତରେ ଜୀବନ ଓ ଯୌବନର ସାରାଂଶକୁ ଧରି ଆୟତ୍ତ କରିବାକୁ ଚେଷ୍ଟା କରୁ। ଶୀଘ୍ର ଶୀଘ୍ର ଟଙ୍କା ଆସିଯିବ ବୋଲି ଲେଖକ ତେଣେ ତାହାର ଭଉଁରୀ ଜାଲ ଥରକୁ ଥର ଫିଙ୍ଗି ବେଶି ମାଛ ଧରିବାକୁ ଚେଷ୍ଟା କରୁଛି। କି ମାଛ ଓ କେତେ ମାଛ? ସେ କଥା ଭାବୁ ନାହିଁ। ସେମିତି ଲେଖକ ତାହାର କଲମକୁ ଠେଲି ଚାଲିଛି। ହାତ ରହିଲାଣି। କଲମ କଲମରୁ କାଳି ଶୁଖି ଆସି ଥୋପେ ଥୋପା ପଡ଼ିଲାଣି କାଗଜ ଉପରେ। ନିଜ ନିଜେ ସେ ଅସହାୟ ଅପଗଣ୍ଡ ଲୋକଟିଏ। ତଥାପି ଯାତ୍ରାର ନାୟକ ପରି ଥୋଡ଼ା ଶୁଣି ଆଉ ବହୁତ୍ ଥୋଡ଼ା ବୁଝା ତତ୍ତ୍ୱକୁ ଆଣି ତାହାର ନାୟକ ନାୟିକା ତୁଣ୍ଡରେ କୁହାଉଛି। ଏହା ଉପରେ ଆନ୍ଦୋଳନ କାହିଁକି? ଖବର କାଗଜର ଭୁଲ ଖବର ବା ଉଦ୍ଦେଶ୍ୟମୂଳକ ପ୍ରଚାର ହେଉଛି ବୋଲି କ’ଣ କେହି ଖବର କାଗଜକୁ ବାସନ୍ଦ କରୁଛି କି? ତେବେ ଲେଖା ଖରାପ ହୋଇଗଲା ବୋଲି କ’ଣ ଲେଖକକୁ ବା ସାହିତ୍ୟିକକୁ ବାସନ୍ଦ କରାଯିବ? କାହିଁକି? କାହିଁକି? ଶାସନର ମୁଖ୍ୟମାନେ ମିଛ, ଶଠତା ଓ ଚୋରି କଲେ ବୋଲି କ’ଣ ଆମେ ତାଙ୍କୁ ଫୁଲମାଳ ଦେଇ ସ୍ତବ କରୁ ନାହୁଁ? ସେମାନେ ଚାଲିଗଲେ, ଯିଏ ଆସିଲେ ସେମାନେ କ’ଣ ସାଧୁ ସନ୍ଥ? କାହିଁ ଗଲା ପଚିଶି ବର୍ଷର ଶାସନରେ ସାଧୁମାନେ ଆସି ସାଧୁତା ଦେଖାଇବାର ସମ୍ବାଦ ମିଳି ନାହିଁ। ଓଲଟି ପରେ ଆସିବା ଲୋକ ଠକାମିର ଗୋଟାଏ ଅଭିନବ ଫନ୍ଦା ଦେଖାଇବାରୁ ଚେଷ୍ଟା କରିଛି। ଆମେ ପ୍ରଜାମାନେ ଶାସକଙ୍କୁ ମନ୍ଦ ଖୋସାମଦ କରି ନାହୁଁ। ସେମିତି ସ୍ତରସ୍ତର ହୋଇ ଅନେକ ଲେଖକ ମୋର, ତମର ଓ ତାଙ୍କର ଜାତିଭାଇ ହିସାବରେ ଓଡ଼ିଆ ସାହିତ୍ୟକୁ ବଢ଼ିଆ ତାରିଫ କରିଦେବେ ବୋଲି କେତେ କଥା କହିଲେ। କିନ୍ତୁ କାମରେ ଦେଖାଇଲାବେଳକୁ କିଛି ବାହାଦୁରୀ ଜଣାଗଲା ନାହିଁ।